ସେଇ କଥାକୁ ମନେ କଲାବେଳେ ସୁଲତାର ଦୃଷ୍ଟି ଆପେ ଆପେ ନିଜ ଜୀବନ ଉପରକୁ ଖସି ଆସିଲା, ସାତବର୍ଷ କାଳ ନିଜକୁ ସେ କେବଳ ନିଃଶେଷ କରି ଆସିଚି। ଦିନରାତି କରି କରି ସୁବୋଧକୁ ପୁଝାରୀ ଚାକର ଖର୍ଚ୍ଚରୁ ରକ୍ଷା କରିଚି। ନିଜର ଅନ୍ତର ଚିପୁଡ଼ି ସୁବୋଧକୁ ପ୍ରେମ ଦେଇଛି, ସେବା ଦେଇଛି। ମାତ୍ର ବିନିମୟରେ ପାଇଛି କ'ଣ? ତିନୋଟି ପୁତ୍ରସନ୍ତାନ ବ୍ୟତୀତ ସାତବର୍ଷର ଘରକରଣା ଭିତରେ ସୁବୋଧ ତାକୁ ଆଉ କିଛି ଦେଇ ପାରିନାହିଁ। ପ୍ରେମ ନାହିଁ, ଆଦର ନାହିଁ, ସହାନୁଭୂତି ନାହିଁ। ଗଧ ପରି ଦିନସାରା ଖଟି ଖଟି ଅବଶ ହୋଇ ରାତିରେ ଶୋଇଗଲା ବେଳେ ସୁବୋଧ କେବେ ଆଦର କରି କହିନାହିଁ, "ବଡ଼ କଷ୍ଟ ପାଉଚ ଲତା। କାହିଁକି ଏତେ କାମ କରୁଚ? ଏଣିକି ମୁଁ ବି ତୁମକୁ କିଛି କିଛି ସାହାଯ୍ୟ କରିବି। "ଛୁଆ ଜଞ୍ଜାଳରେ ବ୍ୟସ୍ତ ରହି ଯାଇତାଇ ଗଣ୍ଡାଏ ଖାଇଦେଲା ବେଳେ ସୁବୋଧ କେବେ ରାଜୁଭାଇ ପରି କହିନାହିଁ, "ଆଉ ଗଣ୍ଡିଏ ଖାଅ ଲତା, ମୋ' ରାଣଟି। ନଖାଇ ନପିଇ ଖାଲି କାମ କରି କରି ତମ ଚେହେରା କ'ଣ ହେଲାଣି ଦେଖିଲ। "ଏଇସବୁ ଭାବି ଭାବି ସୁଲତାର ମନରେ ଏକ ଦାରୁଣ ବିପର୍ଯ୍ୟୟ ଆସିଲା। ତାର ନିବିଡ଼ ଭାବେ ହୃଦବୋଧ ହେଲା, ସୁବୋଧ ତାକୁ ପ୍ରକୃତରେ ଭଲପାଏ ନାହିଁ। ଆଜି ପର୍ଯ୍ୟନ୍ତ ଯାହାକୁ ସେ ସୁବୋଧର ପ୍ରେମ ବୋଲି ଭାବି ଆସିଥିଲା ତାର ଏକ ନୀରସ ରୁକ୍ଷ କର୍ତ୍ତବ୍ୟବୋଧ ମାତ୍ର। ସେ ସ୍ନେହ ସମ୍ଭାଷଣ ଉହାଡ଼ରେ ସୁବୋଧର ପ୍ରାଣର ପିପାସା, ଆକୁଳ ଆଗ୍ରହ ନାହିଁ। ରହିଚି ଟିକିଏ ଅନୁଗ୍ରହ ମାତ୍ର। ସୁଲତାର ମନେହେଲା ନିକାଞ୍ଚନରେ ସୁବୋଧକୁ ପ୍ରଶ୍ନ କରନ୍ତା, "ସତେ ତମେ ମତେ ଭଲ ପାଅନା? ତମ ପ୍ରେମ ଆଦର ପାଇବାର ଯୋଗ୍ୟ କ'ଣ ମୁଁ ନୁହେଁ?" ଅହରହ ଏହିପରି ଅନ୍ୟମନସ୍କ ରହି କାର୍ଯ୍ୟରେ ବିଶୃଙ୍ଖଳା ଘଟିଲା। ଭାତ ଜାଉ ହେଲା, ଡାଲି ପୋଡ଼ିଗଲା। କେଉଁଦିନ ଅକାରଣରେ ପିଲାଙ୍କୁ ପିଟି ଦେଇଗଲା। ସୁଲତାର ଏହି କାମ ପରିବର୍ତ୍ତନକୁ ସୁବୋଧ ଲକ୍ଷ୍ୟକଲା। ମାତ୍ର ବୁଝି ପଚାରିବାକୁ ସମୟ ପାଇଲା ନାହିଁ। ଦୁଇ ଓଳି ଟିଉସନ ଓ ଅଫିସ କାର୍ଯ୍ୟ ପରେ ସୁଲତା ମନର ଖେଦ ବୁଝିବାକୁ ତାର ନିରୋଳା ଅବସର ନଥିଲା। ସେଦିନ ରାତିରେ ସୁବୋଧକୁ ପଚାରିବା ଲାଗି ସୁଲତା ଦୃଢ଼ସଂକଳ୍ପ ହୋଇ ପଡ଼ିଲା। ସନ୍ଧ୍ୟା ବେଳୁ ମନ ତାର ଉଚ୍ଛନ୍ନ ହୋଇଉଠିଲା। କୌଣସି ପ୍ରକାର ଗୃହ କର୍ମ ସମାପନ କରି ସେ ବିଛଣାକୁ ଯାଇ ଦେଖିଲା, ସୁବୋଧ ଶୋଇଯାଇଚି। ସେଦିନ ଆଉ ନିଦ୍ରିତ ସୁବୋଧକୁ ଉଠାଇବା ଲାଗି ସୁଲତାକୁ ଦୁଃଖ ଲାଗିଲା ନାହିଁ। ସେ ସୁବୋଧର ଶଯ୍ୟାଧାରରେ ବସି ଡାକିଲା, "ଶୁଣୁଚ?"ସୁବୋଧ ଶୋଇନଥିଲା। ସୁଲତାର ଡାକରେ ସେ ଆଖିମେଲି ତା ମୁହଁକୁ ଚାହିଁଲା। ଝରକାବାଟେ ଆସୁଥିବା ଛାପିଛାପି ଚନ୍ଦ୍ରାଲୋକରେ ସୁଲତାର ମଳିନ ମୁଖ ଚିକ୍‌ଚିକ୍ କରୁଚି। ଏଇ ମଳିନତାର ବି ଗୋଟାଏ ଶ୍ରୀ ଅଛି। ସୁବୋଧ ତାକୁ କିଛି ନ କହିବା ପୂର୍ବରୁ ହଠାତ୍ ତାର ବାହୁକୁ ଜଡ଼ାଇ ଧରି ସୁଲତା କହିଲା, "ତମେ ସତରେ ମତେ ଭଲପାଅ?" ସୁଲତାର ଏ ପ୍ରଶ୍ନରେ ସୁବୋଧ ଆଶ୍ଚର୍ଯ୍ୟ ହୋଇଗଲା। ସାତବର୍ଷର ଘର ସଂସାରରେ ତିନୋଟି ପିଲାର ମାଆ ହୋଇ ସାରି ଆହୁରି ତାର ଭଲପାଇବା ପ୍ରତି ସୁଲତାର ସନ୍ଦେହ ଅଛି? ତାର ମନେପଡ଼ିଲା ଏଇ କେତେଦିନ ହେବ ସୁଲତାର ଖାପଛଡ଼ା ବ୍ୟବହାର। ସୁଲତାର ଏଇ ପରିବର୍ତ୍ତନ ବୁଝିବାକୁ ତାକୁ ବାକି ରହିଲା ନାହିଁ। ତାକୁ ଆଉ ବୁଝିବାକୁ ଡେରି ଲାଗିଲାନାହିଁ, ଯେ ସୁଭଦ୍ରାର ଦାମ୍ପତ୍ୟ ଜୀବନ, ଐଶ୍ଵର୍ଯ୍ୟ ସୁଲତା ମନରେ ଅଗ୍ନି ସଂଯୋଗ କରିଛି। ରାଜକିଶୋରଙ୍କର ସ୍ତ୍ରୈଣତା ସୁଲତା ମନରେ ଏହି ପ୍ରଶ୍ନବାଚୀ ତୋଳିଚି, ଅଭିମାନ କରି ସେ